' 'ମାନେ? ' 'ପ୍ରଥମରୁ ଅନନ୍ତ ଦାସ ଜୟନ୍ତୀ ମହାପାତ୍ରକୁ ତାଙ୍କର ଅର୍ଦ୍ଧାଧିକ ସମ୍ପତ୍ତି ଦେବାକୁ କୁଣ୍ଠା ବୋଧ କରୁ ନ ଥିଲେ। କିନ୍ତୁ ତାଙ୍କ ମୃତ୍ୟୁର ପ୍ରାୟ ସାତ ଆଠଦିନ ପୂର୍ବରୁ ମୋତେ ଆସି ସେଇ ପ୍ରସ୍ତାବ ଅନୁସାରେ ଉଇଲ୍ ପ୍ରସ୍ତୁତ ନ କରିବାକୁ ବାରଣ କରିଥିଲେ। ' 'ତା'ର କାରଣ ସଂପର୍କରେ ଆପଣଙ୍କୁ କିଛି କହିଥିଲେ? ' 'ଅବଶ୍ୟ ସେଇ କାରଣଟି ତାଙ୍କ ନିକଟରୁ ବହୁ କଷ୍ଟରେ ମୁଁ ଜାଣିପାରିଥିଲି। ' 'ମାନେ? ' 'ଏହା ପୂର୍ବରୁ ମୁଁ ଆପଣଙ୍କୁ ରୀନା ମହାପାତ୍ରର ସମସ୍ତ ତଥ୍ୟ କହିସାରିଛି। କିନ୍ତୁ ଅନନ୍ତ ଦାସ ପ୍ରମୋଦ ଆଉ ଜୟନ୍ତୀର ବିଭାଘର ଠିକ୍ ଏହି କାରଣରୁ ଚାହୁଁ ନଥିଲେ। କାରଣ ସେ ସନ୍ଦେହ କରୁଥିଲେ, ଜୟନ୍ତୀ ଆଉ ପ୍ରମୋଦ ଯଦି ଦୁଇଟି ମାଆ ପାଖରୁ ଭାଇ ଭଉଣୀ ହୋଇଥାଆନ୍ତି, ତା'ହେଲେ ଘଟଣାଟି ଅସୁନ୍ଦର ହେବ। ଆଉ ଜାଣୁ ଜାଣୁ ଏହା ସେ କେବେହେଲେ କରାଇଦେବେ ନାହିଁ। ' ଏଇ ଉତ୍ତରରେ ଶତ୍ରୁଜିତିଙ୍କର ନିଦ୍ରା ଯେମିତି ଅପସରି ଗଲା। ଏପରି ଏକ ଅପ୍ରିୟ ସତ୍ୟ ସେ ସହଜ ଭାବରେ ଆବିଷ୍କାର କରିପାରି ନ ଥିବାରୁ ମନେ ମନେ ହୁଏତ ଅସୁସ୍ଥତା ଅନୁଭବ କରୁଥିଲେ। କିନ୍ତୁ ତା' ସଙ୍ଗେ ସଙ୍ଗେ ଅନନ୍ତ ଦାସ ଯେ କାହିଁକି ଏ ବିବାହକୁ ଅନମୋଦନ କରୁ ନଥିଲେ ସେ ବିଷୟରେ ଏକ ମୋଟା ମୋଟି ଧାରଣା ଆସିଗଲା। ତାଙ୍କ ମୁଖମଣ୍ଡଳ ଉପରୁ ଦୃଷ୍ଟି ଫେରାଇ ଅମ୍ବରୀଶବାବୁ କହିଲେ, 'ଜୟନ୍ତୀ ଆଉ ପ୍ରମୋଦ ଯେ ପରସ୍ପରକୁ ଖୁବ୍ ଭଲ ପାଉଥିଲେ, ଏହା ସେ ଅନ୍ତର ସହିତ ଉପଲବ୍ଧି କରିପାରୁଥିଲେ। ଯେକୌଣସି ଝଡ଼ଝଞ୍ଜା ତାଙ୍କୁ ସେଥିରୁ ଯେ ବିଚ୍ୟୁତ କରାଇ ପାରିବ ଏହା ସେ ଭାବି ପାରୁ ନଥିଲେ। ତେଣୁ ସେମାନଙ୍କୁ କିପରି ଏଥିରୁ ନିବୃତ୍ତ କରାଇପାରିବେ-ଏଇ ସମସ୍ୟାର ସମାଧାନ ମୋ ପାଖରୁ ଆଶା କରୁଥିଲେ। ' 'ସେ ତ ପ୍ରମୋଦ ଆଉ ଜୟନ୍ତୀକୁ ତାଙ୍କର ଜନ୍ମ ରହସ୍ୟ ବିଷୟରେ ସୂଚନା ଦେଇପାରିଥାଆନ୍ତେ? ' 'ମୁଁ ଅବଶ୍ୟ ଠିକ୍ ଏଇ ଉପଦେଶ ତାଙ୍କୁ ଦେଇଥିଲି। ସେ କିନ୍ତୁ ଏହା କରିବାକୁ କୁଣ୍ଠିତ ହୋଇଥିଲେ। କାରଣ ଜୟନ୍ତୀର ଜନ୍ମ ରହସ୍ୟ ଉନ୍ମୋଚନ କଲେ ଅତୀତର ଏକ କଳଙ୍କମୟ ଅଧ୍ୟାୟ ଏ ବୃଦ୍ଧ ବୟସରେ ତାଙ୍କୁ ଅସ୍ଥିର କରିବ। ଆଉ ତାହା ମଧ୍ୟ ଦୁଇ ପରିବାର ଭିତରେ ଅଶାନ୍ତିର ଏକ ପ୍ରଧାନ କାରଣ ହୋଇଉଠିବ। ତାଙ୍କର ଏଇ ଉକ୍ତି ମୋତେ ସନ୍ତୋଷ ଦେଇ ପାରି ନ ଥିଲା। 'ମୁଁ ମଧ୍ୟ ଆଉ ବିଶେଷ କିଛି ଜାଣିବାପାଇଁ ଉତ୍ସାହ ଦେଖାଇଲି ନାହିଁ। ସେ ମୋତେ କହିଲେ, ସେ କୁଆଡ଼େ ପନ୍ଦର ହଜାର ଟଙ୍କା ନେଇ ଏ ସ୍ଥାନ ଛାଡ଼ି ଦୂରକୁ ଚାଲିଯିବାକୁ ପ୍ରସ୍ତୁତ ଅଛି-। ବେଶ୍, ଏଇ ହେଲା ଜୟନ୍ତୀ ଆଉ ଅନନ୍ତବାବୁଙ୍କର' 'ବୁଝଲି। ତେବେ ଏଇ ସମ୍ବନ୍ଧ ନେଇ ତାଙ୍କର ଝିଅ କିମ୍ବା ଜୋଇଁ ଆପଣଙ୍କ ପାଖକୁ କେବେ ଆସିଥିଲେ? ' ଶତ୍ରୁଜିତ କଥା ଛଡ଼ାଇ ନେଇ କହିଲେ। 'ନା, ତାଙ୍କର ଝିଅ କିମ୍ବା ଜୋଇଁ ଆସିନାହାନ୍ତି। ' ତା'ପରେ ହଠାତ୍ କ'ଣ ଭାବି କହିଲେ, 'ହଁ ହଁ ଏବେ ମୋର ମନେପଡ଼ୁଛି, ତାଙ୍କର ଝିଆରୀ ସ୍ନେହ ଅନେକ ଦିନ ତଳେ ଥରେ ମୋ ପାଖକୁ ଆସିଥିଲା। ' ଶତ୍ରୁଜିତଙ୍କ ଚକ୍ଷୁ ପୁନର୍ବାର ଉଜ୍ଜ୍ୱଳ ହୋଇଉଠିଲା। ସେ ଉତ୍ସାହିତ ହୋଇ କହିଲେ, 'ଏଇ ପ୍ରପଟି ସେଟଲମେଣ୍ଟ ବିଷୟରେ ନିଶ୍ଚୟ। ' 'ନା, ଠିକ୍